ସର୍ପରାଜ-ହେଉ, ତୁମେ ଏକୋଇଶ ବର୍ଷର ଯୁବକ ହୁଅ। ଏହି ରାଜପ୍ରାସାଦରେ ଥିବାଯାଏ ତମେ ଏକୋଇଶ ବର୍ଷର ଯୁବକ ଥିବ। ତମ ବୟସ ଆଉ ଅଧିକ ହେବ ନାହିଁ। ତାରୋ ରାଜପ୍ରାସାଦରେ ରହି ସୁଖରେ କାଳ କଟାଇଲା। ରାଜକୁମାରୀ ତାରୋକୁ ଯେମିତି ଭଲ ପାଇଲେ, ତାରୋ ମଧ୍ୟ ରାଜକୁମାରୀଙ୍କୁ ସେହିପରି ଭଲ ପାଇଲା। କିଛିଦିନ ପରେ ଦୁହିଁଙ୍କର ବିବାହ ହେଲା। ତାରୋ ରାଜପ୍ରାସାଦରେ ଦୀର୍ଘକାଳ ରହି ତା' ଗାଁ କଥା, ତା' ବାପା ମାଁ'ଙ୍କ କଥା ଭୁଲିଗଲା। ଦିନେ ତାରୋ ମୁହଁ ଶୁଖାଇ ବସିଥାଏ। ରାଜକୁମାରୀ ତାରୋକୁ ଦେଖି ପଚାରିଲେ-କି ହୋ! ତମ ମୁହଁରେ ଆଜି ହସ ନାହିଁ ଯେ! ତାରୋ କହିଲା-ମୋର ଜନ୍ମସ୍ଥାନ ଜାପାନ ଦେଶରେ। ମୋର ବାପା ମା' ଅଛନ୍ତି। ସେମାନେ ବୁଢ଼ା ହେଲେଣି। ମୁଁ ଯଦି ଶୀଘ୍ର ଘରକୁ ନ ଯାଏ ତେବେ ତାଙ୍କୁ ଦେଖିପାରିବି ନାହିଁ। ରାଜକୁମାରୀ-ତମେ ତେବେ ମୋତେ ଛାଡ଼ି ଚାଲିଯିବ? ତାରୋ-ନାଁ, ମୁଁ ଦିନକ ସକାଶେ ଯିବି। ବାପା ମା'ଙ୍କୁ ଦେଖି ପୁଣି ଫେରି ଆସିବି। ରାଜକୁମାରୀ-ହେଉ, ଯାଅ। ଏହି ସୁନା ବାକ୍ସଟି ନେଇଯାଅ। ବହି ବାକ୍ସ ମୋ କଥା ତୁମକୁ ସ୍ମରଣ କରାଇଦେବ। ରାଜକୁମାରୀ ତାରୋକୁ ଗୋଟିଏ ସାନ ସୁନାର ବାକ୍ସ ଦେଲେ। ବାକ୍ସଟି ରୂପା ସୂତାରେ ବନ୍ଧା ହୋଇଥାଏ। ରାଜକୁମାରୀ କହିଲେ-ଦେଖ! ଏହା ଭିତରେ ଅମୂଲ୍ୟ ସମ୍ପଦ ରହିଛି। ତମେ ଯେଉଁଆଡ଼େ ଯିବ, ବାକ୍ସଟିକୁ ସାଙ୍ଗରେ ନେଇଯିବ। କିନ୍ତୁ ମନେରଖ, ଏହାକୁ ଖୋଲିବ ନାହିଁ। ତାରୋ ରାଜକୁମାରୀଙ୍କ ଠାରୁ ବିଦାୟ ନେଇ ରାଜପ୍ରାସାଦର ବଗିଚାକୁ ଗଲା। ସେଠାରେ ଗୋଟିଏ କଇଁଛ ତାକୁ ଜାପାନ ନେଇଯିବା ପାଇଁ ଅପେକ୍ଷା କରିଥିଲା। ତାରୋ କଇଁଛ ପିଠିରେ ବସିଲା। କଇଁଛ ସମୁଦ୍ରରେ ପହଁରି ପହଁରି ଜାପାନ ଦେଶରେ ପହଞ୍ଚିଲା। ସେଠାରେ ତାରୋକୁ ଓହ୍ଲାଇ ଦେଇ ତାହାଠାରୁ ବିଦାୟ ନେଇ ଫେରି ଆସିଲା। ତାରୋ ଦେଖିଲା ତାହାର ପୂର୍ବ ଘର ଆଉ ନାହିଁ। ସେହି ସ୍ଥାନରେ ଆଉ ଗୋଟିଏ ବଡ଼ ଘର ଠିଆ ହୋଇଛି। ତାରୋ ଦୁଆରେ ଠିଆ ହୋଇ ଡାକ ପକାଇଲା-ବାପା, ବାପା! ଘର ଭିତରୁ ଜଣେ ଲୋକ ବାହାରି ଆସିଲା, କିନ୍ତୁ ସେ ତାରୋର ବାପା ନୁହନ୍ତି। ଲୋକଟି ପଚାରିଲା-ତମେ କିଏ? ତାରୋ ତାହାର ପରିଚୟ ଦେଲା। ଲୋକଟି ଠୋ ଠୋ ହୋଇ ହସି କହିଲା-ତାରୋ! ସେ ତିନିଶହ ବର୍ଷ ହେଲା ମଲାଣି। ତାରୋ କହିଲା-ମୁଁ ସେହି ତାରୋ। ବର୍ଷେ ଦୁଇବର୍ଷ ହେଲା ମୁଁ ଘରେ ନ ଥିଲି। ମୋ ବୁଢ଼ାବାପା ଓ ବୁଢ଼ୀମା'ଙ୍କୁ ଦେଖିବା ପାଇଁ ଏବେ ଆସିଛି। ଲୋକଟି କହିଲା- ତମେ ଯଦି ପ୍ରକୃତରେ ତାରୋ ହୋଇଥାଅ, ତେବେ ତମେ ତିନିସହ ବର୍ଷ ପରେ ଆସିଛ। ଏତିକି କହି ସେ କବାଟ ବନ୍ଦ କରି ଘର ଭିତରକୁ ଚାଲିଗଲା। ତାରୋ ଧୀରେ ଧୀରେ ପାଦ ପକାଇ ସମୁଦ୍ର। ନେତୃତ୍ୱ ପ୍ରତି ଯେପରି କୌଣସି ଅନ୍ୟ ଉଦ୍ଦେଶ୍ୟ ଆରୋପ କରାଯାଇ ନ ପାରେ। ସାଲ ବ୍ୟକ୍ତିଗତ ସତ୍ୟାଗ୍ରହରେ ଗାନ୍ଧିଜୀ ପ୍ରଥମେ ବିନୋବାଜୀଙ୍କୁ ମନୋନୀତ କରିଥିଲେ। କାରଣ ଜବାହରଲାଲ, ସର୍ଦ୍ଦାର ପଟେଲ ପ୍ରଭୃତିଙ୍କ ପ୍ରତି ଉଦ୍ଦେଶ୍ୟ ଆରୋପର ଅବକାଶ ଥିଲା। ଆନ୍ଦୋଳନର ଉଦ୍ଦେଶ୍ୟ ସ୍ପଷ୍ଟ ଓ ପୁଙ୍ଖାନୁପୁଙ୍ଖ ହେବା ଉଚିତ ଓ ଏହି ଉଦ୍ଦେଶ୍ୟକୁ ଭଲଭାବରେ ପ୍ରଚାର କରି ଏଥିପ୍ରତି ଅନ୍ୟମାନଙ୍କର ପ୍ରତ୍ୟକ୍ଷ ପରୋକ୍ଷ ସମର୍ଥନ ଲାଭ କରିବା ପାଇଁ ଉଦ୍ୟମ ହେବା ଉଚିତ। ଏହା ସମୟ ସାପେକ୍ଷ ଓ ଏହା ପଛରେ ଗଭୀର ଚିନ୍ତାର ଆବଶ୍ୟକ। ଶାସନର ସର୍ବୋଚ୍ଚ ଅଧିକାରୀଙ୍କୁ